ଉଠି ଏଇଠିକି ଆସିଛି। ନ ଆସିଥିଲେ ସେ କଣ ମୋର ଜୀବନ ରଖିଥାଆନ୍ତେ ବାବୁ। ସଖାଳ ପାହିଲେ ମୂଲ ଦିଅନ୍ତେ ନାହିଁ। ଘରୁ ତଡ଼ି ଦିଅନ୍ତେ। ଏମିତି କିଏ ଲୋକ ଅଛି କହିଲେ ବାବୁ, ଯିଏ ଆମର ଦୁଃଖ ବୁଝି ସୁଧାରି ଦେବ? ବୁଝିଲ ମାଉସୀ, ମୁଁ ବିଦେଶୀ। ତମ ଗାଁର ଖବର କିଛି ଜାଣି ନାହିଁ। ମୁଁ କହିପାରିବି ନାହିଁ। ତମେ କଣ ବାବୁ କେହି କହିପାରିବ ନାହିଁ! ଦେବ ମାୟା ଯେମିତି ମଣିଷକୁ ଆଗୋଚର, ମଣିଷ ମାୟା ସେମିତି ଦେବତାକୁ ଆଗୋଚର। ଏଇ ଭୋଅଟବେଳେ ସଭିଏଁ ଦୁଆରକୁ ଆସି କହୁଛନ୍ତି, ଭୋଟ ଦିଅ, ତୁମର ଭଲ କରିବୁ। ଭୋଟ ପାଇଲା ପରେ କଣ କଣ ଭଲ କଲେ ତା'ର ହିସାବ ଦେବା ତ ଦୂରର କଥା, ଗାଁ ମାଟି ସୁଦ୍ଧା ମାଡ଼ୁ ନାହାନ୍ତି। ଏମିତି ଲୋକ, ଏମିତି ଭୋଟରେ ଭୋକ, ଦୁଃଖ ଯିବ ନାହିଁ ବାବୁ। ମୁଁ ଭୋଟ ଦେବି ନାହିଁ। କାହାକୁ ହେଲେ ଦେବି ନାହିଁ। ଭୋଟ ନ ଦେବାଟା କିନ୍ତୁ ଅନୁଚିତ ହେବ। ବୁଢ଼ୀ ଲେଉଟି ଆସୁଥିଲା। ପୁଣି ଥରେ ପରଦା ପାଖକୁ ଫେରି ଯାଇ କହିଲା, ତମେ ଅଛଟି ବାବୁ? ମୁଁ ଭୋଟ ଦେବି। ହଁ, ଅଶୋକ ପାତ୍ର ଉତ୍ତର ଦେଲେ। ତମେ ଏଇନେ କଣ ଉଚିତ, ଅନୁଚିତ କଥା କହୁ ନ ଥିଲେ, ତାହା' ମୋ ମନକୁ ପାଇଲା। ଉଚିତ କଣ, ଅନୁଚିତ କଣ ଜାଣେ ନାହିଁ। ଏତିକି ବୁଝିଲି ଭୋଟ ନ ଦେଇ ଫେରିଗଲେ କାଲିକି ମୋତେ ବାସ ମିଳିବ ନାହିଁ। ତା'ପରେ ସେ ଭୋଟ ଦେଇ ଚାଲିଗଲା। ସମୟ ଆଖରେ ହୋଇ ଆସୁଥିଲା। ପୋଲିସ ଅଫିସର କିଏ ଜଣେ ଅନୁମତି ମାଗି ଭୋଟକେନ୍ଦ୍ରକୁ ଆସି ପଚାରିଲେ, କିଛି ଅସୁବିଧା ହଉ ନାହିଁ ତ? ଅସୁବିଧା ହେଲେ ଆମକୁ ଖବର ଦେବେ। ଅଶୋକ ପାତ୍ର ଧନ୍ୟବାଦ ଜ୍ଞାପନ କରି ପୋଲିସ ଅଫିସରଙ୍କ ଫେରା ବାଟକୁ ଚାହିଁଥିଲେ। କେତେ ବିନୟ କେତେ ନମ୍ର! ଅଥଚ ସୁଯୋଗ ଦେଖି ଅଶିକ୍ଷିତ, ନିରୀହ ଲୋକଙ୍କ ଉପରେ ସେକି ଅକଥନୀୟ ଅତ୍ୟାଚାର ନ କରନ୍ତି। ଉପରକୁ ମଣିଷର ଛାଞ୍ଚଟିଏ ଥିଲେ ବି ହୃଦୟଟା ପଥର ପରି ଟାଣ ହୋଇଯାଏ। ଆଖିରେ ହିଂସ୍ରୁକ ବାଘର ଚାହାଣୀ! ପୋଲିସ ଅଫିସର ଚଲାବାଟରୁ ଫେରି ଆସି ଚୁପ୍ ଚୁପ୍ ପଚାରିଲେ, କିଏସେ ଭୋଟ ପାଇବ ଆଜ୍ଞା? କେମିତି କହିବି? ତଥାପି, ଅନୁମାନରେ ତା' ବି ଜାଣେ ନା। ପୋଲିସ ଅଫିସରଙ୍କ ମୁହଁ ଲାଲ ହୋଇଗଲା। କି ଅବାଧ୍ୟ ଏ ଅଶୋକ ପାତ୍ରଟା! ଦି'ଦିନପାଇଁ କ୍ଷମତା ପାଇଛି ବୋଲି ପୋଲିସ ପୋଷାକକୁ ବି ଚିହ୍ନି ପାରୁ ନାହିଁ। ଏଇ ପୋଷାକକୁ ଦେଖିଲେ ପାରିକୁଦରେ ଗର୍ଭିଣୀ ଗାଈ ବାଟ ଛାଡ଼ିଦିଏ। ଅଶୋକ ପାତ୍ର ଭାବୁଥିଲେ, କି ସାଂଘାତିକ ଉତ୍ତରଟି ସେ ଦାବୀ କରୁ ନାହାନ୍ତି। ନିର୍ବାଚନ ପରି ଦାୟିତ୍ୱପୂନ୍ନୁଓ ଗୋପନୀୟ ସମ୍ୱାଦକୁ ପୋଷାକ ଦେଖାଇ ହାସଲ କରିଦେବାକୁ ଚାହୁଛନ୍ତି। କିନ୍ତୁ ପରିଣାମ ପ୍ରତି ଖାତିର ନାହିଁ। ବନଲତା ଦାସ ଅଳସର ହାଇ ମାରିଲେଣି। ମିଶ୍ର ଓ ମହାପତ୍ରବାବୁ ସଡ଼କକୁ ଚାହିଁଛନ୍ତି। କାହାକୁ ଅପେକ୍ଷା କଲାପରି ଦୃଷ୍ଟି। ଆଃ, ଚପଳାଟା ଆସିଲା ନାହିଁ। ଏତେ ଅପେକ୍ଷା ସତ୍ୱେ ବି ଆସିଲା ନାହିଁ। ଆସିଥିଲେ ପରିବେଶଟା କି ରୋମାଞ୍ଚକାର ହୋଇ ନ ଥାନ୍ତା! ମିନିଟିକପାଇଁ ଅନ୍ତତଃ ଆଖିରେ, ଆଖିରେ କଥାଭାଷା କରିବାର ସୁଯୋଗ ମିଳିଥାନ୍ତା। ପୁଣି ଅତି ନିକଟରୁ ତା କଥାଭାଷାକୁ ଉପଭୋଗ କରାଯାଇ ପାରିଥାନ୍ତା। ବନଲତା ଦାସଟା କିଛି ନୁହେଁ। ସେ ପଥରପରି ମୌନ, ରାସ୍ତାପରି ସ୍ଥବିର, ନାଁକୁ ଖାଲି ନାରୀଟିଏ, କିନ୍ତୁ ତା' ଭିତରେ ନାରୀତ୍ୱର ପ୍ରଗଳ୍ଭତା କାହିଁ? ମନକିଣା ହସ କାହିଁ? ସତେ ଅବା ପଲାଶ ପୁଷ୍ପଟିଏ। ଆଖିକି ରକ୍ତଲାଲ ଦେଖାଗଲେ ମଧ୍ୟ ପୁଷ୍ପର ସେ ମହୁଆ ଗନ୍ଧ କାହିଁ? ମନ ମତାଣିଆ ବିକାଶ କାହିଁ? କେତେ ପୁରୁଷ ସ୍ତ୍ରୀ–ଭେଟ ଦେବାକୁ ଆସିଲେ। କେତେ ନୂଆ ମୁହଁର ସ ଦର୍ଶନ ମିଲିଲା-। କିନ୍ତୁ ଚପଳାର ଅନୁପସ୍ଥିତିରେ ମିଶ୍ର ଓ ମହାପତ୍ର ବାବୁଙ୍କୁ ଲାଗିଲା, ସତେ ଯେମିତି ଏ ନିର୍ବାଚନର ଅନୁଭୂତି ବ୍ୟର୍ଥ ହୋଇଛି। ନିର୍ବାଚନ ଦାୟିତ୍ୱ ଶେଷ ହେଲା। କାଳିଜାଈଙ୍କ କୃପାରୁ ଏତେ ବଡ଼ ଦାୟିତ୍ୱଟା ନିର୍ବିଘ୍ନରେ କଟିଗଲା। ମନ ଭିତରଟା ହାଲୁକା ମନେ ହେଉଛି। ସତେ ଯେମିତି ମୁଣ୍ଡର ଓଜନିଆ ବୋଝଟା ଓହ୍ଲାଇଗଲା। ବିନା କାରଣରେ ବି ଅଶୋକ ପାତ୍ର ହସିବାକୁ ଇଚ୍ଛା ହେଉଥିଲା।